ଶେଷରେ ସେହି ଈଶ୍ଵରଙ୍କ ସହିତ ସମ୍ପର୍କ ରଖିଲେ ଚିର ସୁଖଶାନ୍ତି ମିଳିବ, ଏହା ସ୍ଥିର କରି ଦୃଢ଼ ବିଶ୍ଵାସ ରଖି କାମ କରିବାକୁ ହେବ। ଈଶ୍ଵରଙ୍କୁ ପାଇବାକୁ ଇଚ୍ଛା କରୁଥିବା ଲୋକର ସମ୍ମୁଖରେ ଅନେକ ପ୍ରକାର ସନ୍ଦେହ ଉପସ୍ଥିତ ହୁଏ। ସେ ଗଭୀର ଚିନ୍ତାର ଆଶ୍ରୟ ନେଇ ସନ୍ଦେହଗୁଡ଼ିକ ଦୂର କରେ ଏବଂ ସଂସାରର ପ୍ରତ୍ୟେକ କାର୍ଯ୍ୟ ଭିତରେ ଈଶ୍ଵରଙ୍କୁ ପାଇବାକୁ ଚେଷ୍ଟା କରେ। ସନ୍ଦେହଗୁଡ଼ିକ ଯଥା- ଭୋଗର ସୁଖ ବେଶୀ ମଧୁର କି ତ୍ୟାଗର ସୁଖ ବେଶୀ ମଧୁର? "ମୁଁ"ର ଅର୍ଥ ନିଜ ଦେହ କି ଦେହ ମଧ୍ୟସ୍ଥିତ ଅନ୍ୟ କିଛି? ଅଭ୍ୟାସ ବା ସାଧନାଗୁଡ଼ିକ ମୋ ଶକ୍ତିରେ ସମ୍ଭବପର କି ନୁହେଁ-? ମନୁଷ୍ୟର ମୃତ୍ୟୁ ପରେ କିଛି ରହେ କି ନାହିଁ? ଥିଲେ ତାହାର ପୁଣି ଜନ୍ମ ଅଛି କି ନାଁ-? ଈଶ୍ଵର ଅଛନ୍ତି କି ନାଁ? ତାଙ୍କୁ ପାଇବାର ଆମର ଲାଭ କଅଣ? ଇତ୍ୟାଦି। ଏହି ସନ୍ଦେହଗୁଡ଼ିକର ଯଥାର୍ଥ ଉତ୍ତର ଅବଶ୍ୟ ଆମ୍ଭମାନଙ୍କ ଧର୍ମଶାସ୍ତ୍ରରେ ଅଛି। ଏଠାରେ ସେଗୁଡ଼ିକ ମୀମାଂସା କରିବା ସମ୍ପୂର୍ଣ୍ଣ ଇଚ୍ଛା ନୁହେଁ, ଟିକିଏ ଆଭାସ ଦେଇ କ୍ଷାନ୍ତ ହେବାର ଇଚ୍ଛା। ଯଦି, ଉକ୍ତ ସନ୍ଦେହଗୁଡ଼ିକ ଆଖି ଆଗରେ ଦେଖାଇ ବୁଝାଇ ଦିଆଯିବ ଅର୍ଥାତ୍ ଈଶ୍ଵରଙ୍କୁ ଆଣି ତୁମ୍ଭ ଆଖି ଆଗରେ ରଖି ତୁମ୍ଭଙ୍କୁ ଧରିବାକୁ କୁହାଯିବ, ତେବେ କହ ଦେଖି ତୁମ୍ଭେ କ'ଣ କରିବ? ଅଧିକାଂଶ ଉତ୍ତର ଦେଇ ପାରନ୍ତି, "ମୁଁ ଆତ୍ମସମର୍ପଣ କରିଦେବି। " ହଁ, ସେମାନଙ୍କୁ ଏତିକି କୁହାଯାଇ ପାରେ; ଏହା ସେମାନଙ୍କ ବାକ୍ ଚତୁରତା ନାଁ ପ୍ରକୃତ କାର୍ଯ୍ୟଦକ୍ଷତା। କାହିଁକି ନାଁ, ଯାହା ଦୁଷ୍ପ୍ରାପ୍ୟ ମନୁଷ୍ୟ ତାକୁ ଝୁରୁଥାଏ କିନ୍ତୁ ଯେଉଁ ଅଧିକତର ମୂଲ୍ୟବାନ୍ ପଦାର୍ଥ ପାଖରେ ଥାଏ ତାକୁ ପଚାରେ ନାହିଁ। ଉଦାହରଣ ସ୍ୱରୂପ ନିଜର ବାପମା ଜୀବନ ଥିବାବେଳେ ପୁଅଝିଅମାନେ ଭକ୍ତି କରନ୍ତି ନାହିଁ, ମରିଗଲେ ଝୁରି ହୁଅନ୍ତି। ଆଉ ମଧ୍ୟ ଦାନ୍ତ ପଡ଼ିଗଲା ପରେ ଦାନ୍ତର ଗୁଣ ଜଣାପଡ଼େ। ମନୁଷ୍ୟର ମରିବା ତ ନିଶ୍ଚିତ, ଏହା ଆଖି ଆଗରେ ପ୍ରମାଣିତ। ଏପରି ସ୍ଥଳେ ଆଜି କାହିଁକି ଏତେ ଅତ୍ୟାଚାର, ଅସତ୍ କାର୍ଯ୍ୟରେ ହସ୍ତକ୍ଷେପ ଓ ଅନ୍ୟାୟ ଉପୟାରେ ଧନସଞ୍ଚୟ? ବାପା ମରିଗଲେ ସେ ତ କଦାପି ଫେରିବେ ନାହିଁ; ତାଙ୍କୁ ଝୁରି ହୋଇ କାନ୍ଦି କାନ୍ଦି ଅସ୍ଥିର ହେବାର ଫଳ କଅଣ? ତାହାହେଲେ ସନ୍ଦେହ ଦୂର ହେଲେ କି ଫଳ? ସନ୍ଦେହ ଦୂର ମୁଖ୍ୟ ନୁହେଁ, ଗୌଣ ମାତ୍ର। ମୁଖ୍ୟ ହେଉଛି ସାଧନାର କଷ୍ଟ ସହିଷ୍ଣୁତା। ସନ୍ଦେହ ଗୋଟିଏ ବାହାନା ମାତ୍ର। ଏହା କହିବାର ଉଦ୍ଦେଶ୍ୟ ଆତ୍ମସମର୍ପଣ କରିଦେବା ସହଜ ନୁହେଁ। ସେତେବେଳେ ପିତା ମାତା, ପୁତ୍ର କନ୍ୟା, ଘରଦ୍ଵାର ଓ ଦାସଦାସୀ ପ୍ରଭୃତିର ମମତା ଛାଡ଼ିବାକୁ ହେବ। ଏହି ମମତା ଛାଡ଼ିବା ବଡ଼ କଷ୍ଟ। ମାର୍କଣ୍ଡେୟ ପୁରାଣ ଅନ୍ତର୍ଗତ ସୁରଥ ରାଜା ଓ ବୈଶମ୍ପାୟନ ବୈଶ୍ୟ ନାନା କାରଣରୁ ବାଧ୍ୟ ହୋଇ ନିଜ ଘରଦ୍ଵାର ଛାଡ଼ି ବଣରେ ବୁଲି ସନ୍ନ୍ୟାସପରି ଚଳିଲେ, କିନ୍ତୁ ଘରର ତଥା ଆତ୍ମୀୟସ୍ଵଜନମାନଙ୍କ ମମତାରେ ବିଚଳିତ ହୋଇ ପଡ଼ିଲେ। ପୂର୍ବୋକ୍ତ ପାଞ୍ଚଟି ପ୍ରଶ୍ନ ସମାହିତ ହେବ, ଯଦି ପ୍ରତି ପ୍ରଶ୍ନ ବିଷୟରେ ଗଭୀର ଚିନ୍ତା ନେଇ ବିଚାର କରାଯାଏ। ଏ ମୀମାଂସା ଏକ ଦିନରେ ବା ଏକ ମାସରେ ହେବ ନାହିଁ। ପୁଣି ସମସ୍ତଙ୍କ ପକ୍ଷରେ ସମୟ ସମାନ ନୁହେଁ। ଯେତିକି, ମୀମାଂସିତ ହୋଇଗଲା ସେତିକି କାର୍ଯ୍ୟରେ ପରିଣତ କରିବା ହେଉଛି ବଡ଼ କଥା। ଭୋଗରେ